ବରଗୁଡ଼ି ପାଇଁ ଭାଡ଼ି ରଞ୍ଜେଇଥିଲା ଯେ ସୀମ ସେଠି ମାଡ଼ିଗଲା। ସେମିତି ବରପାଇଁ ଶେଜ ସଜାଉଥିଲା ଯେ ନଣନ୍ଦେଇ ଭୋଗ କଲା। ଇଏ ଥିଲା ସାହିତ୍ୟର ଗୋଟିଏ ପୃଷ୍ଠଭୂମି। ଖାଲି ଏଠି ଓଡ଼ିଆରେ କାହିଁକି ଅନ୍ୟ ସାହିତ୍ୟରେ ମଧ୍ୟ ହେଉଥିଲା ଯେତେବେଳେ ଆଲାହାବାଦ ସହରରେ ପ୍ରଥମେ ବିଜୁଳି ଆଲୁଅ ଦିଆଗଲା ସେତେବେଳେ ଜଣେ କବି ଉର୍ଦ୍ଦୁରେ ଗଜଲ୍ ଦି'ଧାଡ଼ି ଲେଖି ଏକାବେଳେକେ ପ୍ରସିଦ୍ଧ ହୋଇଗଲେ। ଆହା, ଏଇ ଆଲୁଅ ସବୁ ନଷ୍ଟ କରିଦେଲା। ରାସ୍ତାରେ ଆଲୁଅ ଜଳିଲା। ଆମେ ତ ପରସ୍ପରକୁ ଦେଖି ପାରିଲୁ। ଲୋକେ ଗାଇ ବୁଲିଲେ। -ଯବ୍ ସେ ଲଗ୍ ଗୟୀ ରାସ୍ତେ ମେ ବତୀ ଏଇଠି ଆମରି ଓଡ଼ିଶାରେ ମଧ୍ୟ କୌତୁହଳର କଥା ଘଟୁଥିଲା। ଖରାଦିନେ ଅଶୋକାଷ୍ଟମୀକୁ କଟକରୁ ଜଣେ ବେପାରି କିଛି ବରଫ ନେଉଥିଲା ଭୁବନେଶ୍ୱରକୁ। ବରଫ ସେତେବେଳେ ସେତେ ପରିଚିତ ହୋଇ ନ ଥିଲା। ବରଫବାଲାର ବିରୋଧି ଲୋକ ଆଗରୁ ଯାଇ ଭୁବନେଶ୍ୱର ରେଳଷ୍ଟେସନରେ ପ୍ରଚାର କରି ଦେଲା ଯେ-ଭାଇମାନେ ଜାଣିଛ ନା ଆଜି ଜଣେ ମହାଜନ ବରଫ୍ ନେଇ ଆସୁଛି। ହାତ ମାରିଲେ ଭାରି ଥଣ୍ତା। ଯେମିତି ଖରା ପଡ଼ିବ ସେତେବେଳେ ବରଫ ଚିକ୍ ଚିକ୍ ହୋଇ ଶେଷକୁ ଜଳି ଉଠିବ। ଏମିତି ଭାବରେ ଏହି ଅଭିନବ ତଥ୍ୟ ପ୍ରଚାର ହୋଇଥିଲା ଯେ ସେ ବେପାରୀ କୁଲି ବା ଶଗଡ଼ ଦ୍ୱାରା ବରଫକୁ ଷ୍ଟେସନରୁ ନେଇ ପାରି ନଥିଲା। ପରିବେଶ ନେଇ ଓ ଚାତୁରୀର ମାତବରୀରେ ମାତ୍ର ଅଠେଇଶି ମସିହାରେ ଏଇପରି ଗୋଟିଏ ଘଟଣା ଘଟିପାରିଲା। ଏଥିରେ ବିଷର୍ଣ୍ଣ ହେବାର କିଛି ନାହିଁ। ଏବେ ତେସ୍ତରୀ ମସିହାରେ ଅନେକ ଲୋକ ବେଶ୍ ବଡ଼ ପାଟିରେ ଯୁକ୍ତି କରୁଛନ୍ତି ଯେ ଚନ୍ଦ୍ରରେ ମଣିଷ ଠିଆ ହେବା ଓ ଚାଲିବା ଖାଲି ମିଛ ପ୍ରଚାରର ବାହାଦୁରୀ। ଇଏ ବି କିଛି ଅପନ୍ତରା ନୁହେଁ। ଏହି କଟକ ସହରରେ ଏହିପରି ଆଲୋଚନା ଠାଏ ଠାଏ ହେଉଛି। ଆଉ ଆଲୋଚକମାନେ ନିଜକୁ ଶାସ୍ତ୍ରଜ୍ଞ ଓ ଧର୍ମପ୍ରଚାରକ ବୋଲି ତାଙ୍କର ପାରିପାର୍ଶ୍ୱିକ ମହଲରେ ଅଭିନନ୍ଦିତ। ଏଠି ଯଥେଷ୍ଟ ଶିକ୍ଷିତ ଲୋକ ହେଲେଣି। ଖବର କାଗଜ ଚାଲିଛି। ପାଞ୍ଚଟା କଲେଜ ଚାଲିଛି। ବହୁତ ପ୍ରକାରର ଜ୍ଞାନୀ ଲୋକ ଅଛନ୍ତି। ତାହାହେଲେ ଏହିପରି ଆଲୋଚନା ହୋଇ ପାରୁଛି କେମିତି? ସାହିତ୍ୟିକ ରାଧାନାଥ ରଥ ମଟରରେ କଟକରୁ ପାରାଦୀପ ଗଲାବେଳେ ଯଦି ପାରାଦୀପରୁ ତିନି ମାଇଲ ଦୂରରେ ତାଙ୍କର ମଟର ଆଗରେ ବିରାଡ଼ିଟିଏ ରାସ୍ତାକୁ ଡେଇଁ ପାର ହୋଇଯାଏ ତାହାହେଲେ ସେ ଗାଡ଼ି ଫେରାଇ ପଚାଶ ମାଇଲ ପଛକୁ ଫେରି ଘରେ ପହୁଞ୍ଚିବେ। ତେଣୁ ଆମର ଜ୍ଞାନର ସାଇଜ ଓ ଆମର ସ୍ଥିତିର ସାଇଜ ଏକା ନୁହେଁ। ଏହିପରି ଲୋକଙ୍କ ହାତରେ ଭଲ ସାହିତ୍ୟର ସମୀକ୍ଷା ପଡ଼ିଲେ ସେ ଯେମିତି ଭାବରେ ତାହାକୁ ରସିବେ ସେଥିରେ ସନ୍ତୁଷ୍ଟ ରହିବାକୁ ହେବ। ଲେଖକ ଲେଖୁଛି ବୋଲି ଜଣେ ଭାରି ବଡ଼ ମଣିଷ ଅବା ପାଠକ ବହିଖଣ୍ତିକ ଧରିଛି ବୋଲି ଆଉ ଜଣେ ପଣ୍ତିତ ମଣିଷ-ଏକଥା ଭାବିବା ନିରର୍ଥକ। ଆମେ ସମସ୍ତେ ଆମର ଅନୁଭବର ତଉଲରେ କଥାକୁ ମାପି ଦେଇ ମତାମତ ଦେଉ। ମତାମତ ଦେବା ପାଇଁ କେହି ଯାଇ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇ ରସ-ତତ୍ତ୍ୱ ପଢ଼ିବା ଦରକାର ନାହିଁ। ସେଥିପାଇଁ ପାଠକକୁ ଆଖି ଆଗରେ ରଖି ଯିଏ ଲେଖିପାରେ ସେହି ସାହିତ୍ୟରେ ସ୍ୱୀକୃତି ପାଏ। ଲେଖକର ଭାଷା ଓ ଭାବ ଯଦି। ପାଠକର ଭାଷା ଓ ଭାବରୁ ଅଲଗା ହୋଇଗଲା ତାହାହେଲେ ଲେଖକ